କିନ୍ତୁ କାହିଁକି କେଜାଣି ସେଇ କାଗଜ ବଣ୍ଡିଲଟିକୁ ଖୋଲି ଏକାକୀ ସେଥିରୁ କିଛି ପଢ଼ିବା ମୋ ପକ୍ଷରେ ମୃତ୍ୟୁ ଭୟଠାରୁ ଆହୁରି ଭୟଙ୍କର ହୋଇ ପଡ଼ିଥିଲା। ମୁଁ ମୋର ସେପରି ମାନସିକ ଅବସ୍ଥାରେ ମୃତ୍ୟୁକୁ କରିବାର କୌଣସି କାରଣ ଦେଖିପାରୁ ନ ଥିଲି ଅବଶ୍ୟ। ମୋ ଜୀବନରେ ଆଉ ବଞ୍ଚି ରହିବାର କି ଉଦ୍ଦେଶ୍ୟ ବା ଥାଇପାରେ ବା ସମ୍ଭାବନା ଥିଲା। ତନୁଜାର ପ୍ରଦର୍ଶିତ ମାର୍ଗରେ କିଛି ନିଦ ବଟିକାର ଓଭରଡୋଜ୍ ପାଟିକି ପକେଇଦେଲେ ନିଶ୍ଚିନ୍ତରେ ଶୋଇପଡ଼ିବାଠାରୁ ଆଉ ସହଜ ଏବଂ ଯୁକ୍ତିଯୁକ୍ତ ଆନନ୍ଦ ଦାୟକ ପନ୍ଥା ବା କ'ଣ ଥାଇପାରେ ଆଉ। କିନ୍ତୁ ମୋର ଅଚେତନ ଅବସ୍ଥାରେ ଲେଖା ହୋଇଥିବା ତନୁଜାର ସେଇ ଶେଷ ଲେଖା ଗୁଡ଼ିକୁ ପଢ଼ିବା ପୂର୍ବରୁ ଓ ମୋ ସମ୍ପର୍କରେ ମୋ ସ୍ତ୍ରୀର ଶେଷ ଅଭିବ୍ୟକ୍ତି ଗୁଡ଼ିକ କି ପ୍ରକାର ହୋଇ ଥାଇପାରେ ତାହା ଜାଣିବା ପୂର୍ବରୁ ମାନନୀୟ ସଂସାରର ବନ୍ଧନରୁ ଚୋରି ପରି ଖସି ପଳାଇବା ମୋ ପକ୍ଷରେ କେବଳ କାପୁରୁଷତା ନୁହେଁ ମହାଭୟର କାରଣ ମଧ୍ୟ ଥିଲା। ମୋ ସମ୍ପର୍କରେ ତନୁଜାର ଅଭିବ୍ୟକ୍ତି କେତେଦୂର ସତ୍ୟ ବା ମିଥ୍ୟା ତାହା ଜାଣିବାକୁ ମୋ ମନ ଛକପକ ହେବାକୁ ଲାଗିଲା। କିନ୍ତୁ ଯେ କୌଣସି କାରଣରୁ ହେଉ ପଛକେ ସେ କାଗଜ ବିଡ଼ାଟିକୁ ଏକାକୀ ଫିଟେଇ ପଢ଼ିବା ମୋ ପକ୍ଷେ ଏକାନ୍ତ ଅସମ୍ଭବ ହୋଇଥିଲା। ତେଣୁ ଅନେକ ଦିନ ସେହିପରି ଛକା ପଞ୍ଚାରେ କାଗଜ ବିଡ଼ାଟାକୁ ସେହିପରି ପାଖରେ ରଖି ମଧ୍ୟ ତାହାକୁ ସ୍ପର୍ଶ କରିବା ମୋ ପକ୍ଷରେ ଆଦୌ ସମ୍ଭବ ନଥିଲା। ଏହି ପରିସ୍ଥିତିରେ ଦିନେ କେଜାଣି କାହିଁକି ମୋ ମୁଣ୍ଡରେ ଗୋଟିଏ ଅତି ଭୟଙ୍କର, ବୁଝିବସିଲେ ପ୍ରକାରେ ଆସୁରିକ ଦୁର୍ବୁଦ୍ଧିର ଉଦୟ ଘଟିଲା। କି ସାହସ ବା ଦୁଃସାହସ ସେତେବେଳେ ମତେ ଗ୍ରାସ କରି ବସିଲା କେଜାଣି। ସେଦିନ ସଞ୍ଜବେଳେ ସ୍ଥାନୀୟ ଏକ ନାମଜାଦା ଦୈନିକ ପତ୍ରିକାର ଅଫିସ ଆଡ଼େ ମୁଁ ବୁଲିବାକୁ ବାହାରିଥିଲି। କିନ୍ତୁ ମୋର ସମ୍ପୂର୍ଣ୍ଣ ଜ୍ଞାତସାରରେ ମୋ କୋଟ ପକେଟରେ ଯେଉଁ ବଣ୍ଡିଲକ ପାଣ୍ଡୁଲିପି ମୁଁ ମତେ ଲୁଚେଇଲା ପରି ଗୁଞ୍ଜିଦେଇ ଘରୁ ବାହାରି ପଡ଼ିଥିଲି, ତାହା ମୋର ସ୍ଵର୍ଗତା ପତ୍ନୀ ତନୁଜାର ସେଇ ଅଜ୍ଞତ ଉଇଲ୍ ବା ମୃତ୍ୟୁକାଳୀନ ଆତ୍ମଘୋଷଣା ବା ଡାଏରୀ ବା କେଜାଣି କ'ଣ-ସେଇଟି ଛଡ଼ା ଆଉ କ'ଣ ବା ହୋଇଥାଇ ପାରିଥାନ୍ତା ସେ କାଗଜ ବିଡ଼ାଟା। ଖବର କାଗଜ ଅଫିସରେ ପହଞ୍ଚିଲା ପରେ ପତ୍ରିକାର ସମ୍ପାଦକଙ୍କ ଅଫିସ ଆଡ଼କୁ ମୋ ପାଦ ନୁହେଁ ମୋର ସମସ୍ତ ଇଚ୍ଛା ଶକ୍ତି ହିଁ ମତେ ଟାଣି ନେଇଗଲା। ସମ୍ପାଦକ ମୋର ଜଣେ ପରମ ବନ୍ଧୁ-ଏହା ମୁଁ ଅସ୍ଵୀକାର କରିବାର ଉପାୟ ନ ଥିଲା। ବୋଧହୁଏ ସେହି କାରଣରୁ ଯେତେବେଳେ ମୁଁ ତାଙ୍କ ଟେବୁଲ ଉପରେ କାଗଜବିଡ଼ାକ ପକେଟରୁ କାଢ଼ି ରଖିଦେଇ ଅଳ୍ପ ଅଳ୍ପ ହସୁ ହସୁ କହିଲି-ଖୋରାକ! -ଆଗାମୀ ହପ୍ତା ପାଇଁ। ନିଅ। ମୁଁ ତ୍ରାହି ପାଏଁ। ସେତେବେଳେ ବନ୍ଧୁ ସମ୍ପାଦକ ସେ କାଗଜ ବିଡ଼ାଟାକୁ ଛୁଉଁ ଛୁଉଁ ସୁଦ୍ଧା ତାଙ୍କ ମୁହଁ ଲଜ୍ଜା ବା କ୍ରୋଧରେ ଲାଲ ପଡ଼ିଗଲା। ସେତେବେଳେ ବିଜୁଳି ବେଗରେ ମୋ ସ୍ମୃତିରେ ଆଉ ଗୋଟିଏ ଏକାପରି ମୁହଁର ରଙ୍ଗ ଅବଶ୍ୟ ସ୍ପଷ୍ଟ ହୋଇ ପଡ଼ି ଯାଇଥିଲା। ଆଉ, ମୁଁ ଠିକ୍ ମନେ ପକେଇ ପାରିଥିଲି ସେ ମୁହଁଟାକୁ। ଆମ ପରିବାରର ବନ୍ଧୁ ଡଃ ପଟ୍ଟନାୟକଙ୍କ ସେଦିନ ସଞ୍ଜର ମୁହଁଟିକୁ ମୁଁ ଆଉ ଭୁଲିପାରିଥାନ୍ତି ବା କେମିତି?